ବାଳିକାଟି କହିଲା-ପ୍ରତିବର୍ଷ ବସନ୍ତ ଋତୁ ଆରମ୍ଭରେ ବାଳିକାମାନଙ୍କର ଗୋଟିଏ ବଡ଼ ଉତ୍ସବ ହୁଏ। ଏହାକୁ ଆମେ "କଣ୍ଢେଇ ଉତ୍ସବ" କହୁ। ଆମ ଦେଶର ବାଳିକାମାନେ କଣ୍ଢେଇ ଖେଳକୁ ଭାରି ଭଲ ପାଆନ୍ତି। କଣ୍ଢେଇମାନଙ୍କ ପର୍ବଦିନ ଉପସ୍ଥିତ ହେଲେ ଆମର ଆନନ୍ଦର ସୀମା ରହେ ନାହିଁ। ଗୋଟିଏ ଗୋଟିଏ କାଠର କଣ୍ଢେଇ ଧରି ଆମେ ଦଳ ଦଳ ହୋଇ ଖେଳୁ। ଉତ୍ସବ ଶେଷରେ କଣ୍ଢେଇଗୁଡ଼ିକ ଘରେ ସାଇତି ରଖୁ। ବର୍ଷକ ପରେ ଉତ୍ସବ ଦିନ ଆସିଲେ ସେହି କଣ୍ଢେଇଗୁଡ଼ିକ ବାହାର କରୁ। କାହ୍ନୁ-ଆମ ଦେଶର ସାନଝିଅମାନେ ମଧ୍ୟ କଣ୍ଢେଇ ଖେଳକୁ ଭାରି ଭଲ ପାଆନ୍ତି। ସେମାନେ "କଣ୍ଢେଇ ବାହାଘର" କରନ୍ତି। କିନ୍ତୁ କଣ୍ଢେଇଗୁଡ଼ିକ ତମମାନଙ୍କ ପରି ସାଇତି ରଖନ୍ତି ନାହିଁ। ଖେଳିସାରି ସେଗୁଡ଼ିକ ଏଣେତେଣେ ପକାଇ ଦିଅନ୍ତି। ବାଳିକା-ଆମେ କଣ୍ଢେଇଗୁଡ଼ିକ ଅତି ଯତ୍ନରେ ସଜାଇ ଘରେ ସମ୍ପାଦି ରଖୁ। ମା' ବା ଆଈର ପିଲାଦିନର କଣ୍ଢେଇ ବି ତା' ଭିତରେ ରହିଥାଏ। ଆମେ ଉତ୍ସବ ଦିନ କଣ୍ଢେଇଗୁଡ଼ିକ ଭଲ ଲୁଗାପଟା ପିନ୍ଧାଇ ଖଟୁଲିରେ ବସାଇ ଦେଉ। ତାଙ୍କ ଆଗରେ ଭାତ, ତରକାରୀ, ପିଠା, ଓ ନାନାପ୍ରକାର ଫଳ ଭୋଗ ଲଗାଉ। ଗୋଟିଏ କଣ୍ଢେଇ ରାଜା ହେଲେ ଆଉ ଗୋଟିଏ ରାଣୀ ହୁଏ। ବାକୀ କଣ୍ଢେଇଗୁଡ଼ିକ ତାଙ୍କ ପୁଅ ଝିଅ ହୁଅନ୍ତି। ସେଦିନ ଆମେ ଗୀତ ଗାଉ, ନାଚୁ, ଖେଳୁ, ଭୋଜି ଖାଉ। ଆମ ଦେଶର ଝିଅମାନେ ବାହାହୋଇ ଶାଶୁଘରକୁ ଗଲେ ଏହି କଣ୍ଢେଇଗୁଡ଼ିକ ମଧ୍ୟରୁ କେତୋଟି ସାଙ୍ଗରେ ଘେନି ଯାଆନ୍ତି। କାହ୍ନୁ ବାଳକଟିକୁ ପଚାରିଲା-ବାଳକଙ୍କ ପାଇଁ କୌଣସି ବିଶେଷ ଖେଳ ନାହିଁ? ବାଳକ-ଆମ ଖେଳ ଆହୁରି ମଜାର ଖେଳ। ବାଳିକାମାନଙ୍କ ପରି ଆମର ମଧ୍ୟ ଉତ୍ସବ ଦିନ ଅଛି। ଏହାକୁ ଆମେ "ପତାକା ଉତ୍ସବ" କହୁ। ବର୍ଷର ପଞ୍ଚମ ମାସ ପଞ୍ଚମ ଦିନରେ ଏହି ଉତ୍ସବ ଦେଶସାରା ପାଳିତ ହୁଏ। ପ୍ରତ୍ୟେକଘର ସମ୍ମୁଖରେ ବାଉଁଶର ଗୋଟିଏ ଗୋଟିଏ ଉଚ୍ଚ ଖୁଣ୍ଟି ପୋତାଯାଏ। ଖୁଣ୍ଟି ଆଗରେ ରଙ୍ଗିନ କାଗଜରେ ତିଆରି ବଡ଼ବଡ଼ ମାଛର ଛବି ଝୁଲାଇ ଦିଆଯାଏ। ମାଛର ଦେହଟି ପୋଲା ହୋଇଥାଏ। ତେଣୁ ଏହା ଭିତରେ ପବନ ପଶିଲେ ଏହାର ଡେଣା ଓ ଲାଞ୍ଜ ଦୋହଲେ। ଦେଖାଯାଏ ଯେପରିକି ମାଛଟି ପହଁରୁଛି। କାହ୍ନୁ-ତମ ଉତ୍ସବ କ'ଣଏତିକି ରେ ଶେଷ ହୁଏ? ବାଳକ-ନାଁ, କହୁଛୁ ଶୁଣ। ବାଳକମାନେ ଦୁଇ ଦଳରେ ବିଭକ୍ତ ହୁଅନ୍ତି। ପ୍ରତ୍ୟେକ ବାଳକର ହାତରେ ଗୋଟିଏ ଗୋଟିଏ ଛୋଟ ଯୁଦ୍ଧ ପତାକା ଥାଏ। ସେମାନେ ଖେଳ-ସାଞ୍ଜୁ ପିନ୍ଧନ୍ତି ଓ ହାତରେ ବାଉଁଶ ତିଆରି ଖଣ୍ଡା ଧରି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି। ଦୁଇଦଳ ବାଳକଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୁଏ। ତୂରୀ, ଭେରୀ ପ୍ରଭୃତି ବାଦ୍ୟର ଶବ୍ଦ ଚାରିଆଡ଼େ ଉଛୁଳି ପଡ଼େ। ଯେଉଁ ଦଳ ଅନ୍ୟ ଦଳର ପତାକା ହସ୍ତଗତ କରିପାରେ ସେହି ଦଳର ଜିତାପଟ ହୁଏ। କାହ୍ନୁ-ଏ ତ ଗୋଟାଏ ପ୍ରକାର ଯୁଦ୍ଧର ଖେଳ! ବାଳକ-ଆମ ଜାତିଟା ଯୁଦ୍ଧପ୍ରିୟ ଜାତି। ଏହି ଖେଳରୁ ତାର ପରିଚୟ ମିଳେ। ଏହି ଉତ୍ସବ ଦ୍ଵାରା ଆମ୍ଭମାନଙ୍କର ସାହସ ବଢ଼େ। କାହ୍ନୁ-ତମ ଦେଶର ଖେଳଗୁଡ଼ିକ ଭାରି ଭଲ। ଆଉ ଗୋଟାଏ ଦୁଇଟା ଖେଳ କଥା କହନ୍ତ କି? ବାଳକ-ହେଉ ଶୁଣ। ଗୁଡ଼ି ଉଡ଼ାଇବା ଆମ ଦେଶର ଆଉ ଗୋଟିଏ ପ୍ରଧାନ ଖେଳ। ଏହି ଖେଳରେ ବାଳକ, ବାଳିକା, ଯୁବକ ଓ ବୁଢ଼ାଲୋକମାନେ ସୁଦ୍ଧା ଯୋଗ ଦିଅନ୍ତି। ଗୁଡ଼ି ସବୁ ନାନା ଆକାରର ଓ ନାନା ବର୍ଣ୍ଣରେ ହୋଇଥାଏ। ଗୁଡ଼ି ଖେଳର ପ୍ରତିଯୋଗିତାରେ ଖେଳାଳୀମାନେ ଦଳ ଦଳ ହୋଇ ଯୋଗ ଦିଅନ୍ତି। ସେମାନେ ଗୁଡ଼ି ଉଡ଼େଇବା ସୂତାରେ କାଚ ଗୁଣ୍ଡ ଓ ଅଠା ମିଶାଇ ଘଷି ଦିଅନ୍ତି। ଏପରି କଲେ ସୂତା ଧାରୁଆ ହୁଏ ଏବଂ ବିପକ୍ଷ ସୂତାକୁ ସହଜରେ କାଟିଦିଏ-। ଯେ ଅନ୍ୟର ଗୁଡ଼ିକୁ ଏହିପରି କାଟିପାରେ, ସେ ଜିତେ। କାହ୍ନୁ-ଆମ ଦେଶର ଗୁଡ଼ିଉଡ଼ା ଖେଳ ଠିକ୍ ଏହିପରି।। ଜାପାନୀ ବାଳକଟି ଘର ଭିତରକୁ ଦଉଡ଼ିଯାଇ କେତେଗୁଡ଼ିଏ ନଟୁ ଘେନିଆସିଲା କହିଲା-ଦେଖ କାହ୍ନୁ! ଆମେ କିପରି ନଟୁ ଖେଳ ଖେଳୁ। ଏହା କହି ବାଳକଟି ତା'ର ହାତ ପାପୁଲିରେ ଓ ଚଟାଣରେ ନଟୁ ଘୂରାଇଲା। କାହ୍ନୁ ନଟୁ ଘୂରାଇବାର କୌଶଳ ଦେଖି ଦେଖି ଶିଖିଗଲା। ସେ ମଧ୍ୟ ନଟୁ ଘୂରାଇଲା। ଜହ୍ନମାମୁଁ ନଟୁ ଘୂରାଇବାକୁ ବହୁ ଥର ଚେଷ୍ଟା କଲେ, କିନ୍ତୁ ସେ ନଟୁ ଘୂରାଇ ପାରିଲେ ନାହିଁ। ପିଲାମାନଙ୍କ ଖେଳିବା ସକାଶେ ଜାପାନ ଦେଶର ନାନାପ୍ରକାର ଖେଳନା ତିଆରି ହୁଏ-।